ସବୁ ଚିଠିରେ ହଁ ମାରିଲ କିନ୍ତୁ ଗଲାବେଳକୁ ଫୁସ୍। ଏବେଠୁ ଟଙ୍କାକୁ ଏମିତି ଜଗିଲେ ନାଁ ଆମେ ଶାଢ଼ୀ ଖଣ୍ଡିଏ ବି ପାଇ ପାରିବୁ ନାହିଁ। ବୁଝିଲ ଭାଉଜ! ଟିକେ ହାତ ଖୋଲା କର। ସତେ ତମେ ଖୁବ୍ ସିଆଣିଆ। ମୁଁ ତୁମ ପାଖକୁ କେତେଥର ଲେଖିଛି ନାଁ ରାଉରକେଲା ଆସି ବୁଲିଯିବା ପାଇଁ, ଆସିଲ? ଶୀତାଂଶୁ ଦିନେ ଏମିତି ଅବେଳାରେ ଆସି ପହଞ୍ଚିଲେ ଯେ ଘଣ୍ଟାଏ ବସିଛନ୍ତି କି ନାହିଁ ବାହାରି ପଡ଼ିଲେ। ଆମ ପାଖରେ ଗୋଟିଏ ଦିନ ବି ରହିପାରିଲେ ନାହିଁ। ତୁମେ ପୁଣି ଆମ ଦୋଷ ଦେଉଛ। ଯାହା ଜଣାଯାଉଛି ଦିନେ ଓଳିଏ ବି ସେ ତୁମକୁ ଛାଡ଼ି ରହି ପାରୁ ନଥିବେ। କେମିତି ସେ ଟୁର୍ କରନ୍ତି କେଜାଣି? ଟୁର୍ ଗଲାବେଳେ ତୁମକୁ କ'ଣ ସଙ୍ଗରେ ନେଇ ଯାଆନ୍ତି? ହଁ ଆମର ସେମିତି ଚୁକ୍ତି ହେଇଛି। ସେ ଏକୁଟିଆ କେଉଁଠି ରହିବେ ନାହିଁ କି ମୁଁ ଏକୁଟିଆ କେଉଁଠି ରହିବି ନାହିଁ। ତୁମେ କିମିତି ମୋ ଭାଇକୁ ଫସେଇ ଦେଲ? ଭାରି ଚାଲାଖ ତୁମେ। ତୁମ ଫାସରେ ସେ ଯେବେଠୁଁ ପଡ଼ିଲେ ଯାହା ଟିକେ ଟିକେ ଶନିବାର ଚାଲି ଆସୁଥିଲେ, ଆଉ ମୋଟେ ଆସିଲେ ନାହିଁ। ସବୁବେଳେ ଦୌଡ଼ିଲେ ତମ ଗାଁକୁ। ଲୋକେ କ'ଣ କହିଲେ ଜାଣ? ଭାଇକୁ ତୁମେ କୁଆଡ଼େ କିମିଆ କରି ଦେଇଥିଲ। କ'ଣ ଭାଉଜ ତୁମଠି ଏତେ ଗୁଣ ଅଛି? ଆ, ହାଃ, ହାଃ ତୁମ ଭାଇଙ୍କର ଯେଉଁ ଚେହେରା ଅଛି ନା ଛାଡ଼ ନ କହିବା ବରଂ ଭଲ। କହିଲେ କୁଳ କୁଟୁମ୍ୱଙ୍କୁ ଲାଜ ତୁମ ଭାଇଙ୍କୁ ଯେତେବେଳେ ଆମ ଗାଁ ଲୋକ ଦେଖିଲେ, କିଏ କେତେ ରକମ ମୁହଁକୁ ବିକୃତ କରି ନାକ ଟେକିଲେ ତାହା କହିବା କଥା ନୁହେଁ। କିଏ କହିଲା, ଅର୍ଜ୍ଜୁନ ତା' ଝିଅକୁ ପାଣିରେ ଭସେଇ ଦେଲା। କିଏ କହିଲା ଜୀବନ ବିକଳ ଯୌତୁକ ଭୟରେ କାଠି ଗେଞ୍ଜିଲା ଭଳି ଏଣୁ ତେଣୁ ଘରେ ଗେଞ୍ଜି ଦେଲା। ମୋ ମଝିଆଣି ମା' ତ ଆଖିରୁ ଖାଲି ଲୁହ ଝରେଇ ବାହୁନି ହୋଇ କାନ୍ଦିଲା।। ''ଏଡ଼େ ସୁନ୍ଦର ଚାନ୍ଦ ମୁହଁକୁ ମୋର କ'ଣ କଲୁରେ ଅର୍ଜ୍ଜୁନା'' କାହିଁକି ସେ ଏମିତି ବୁଦ୍ଧି ଧରିଲା କେଜାଣି। କେଡ଼େ ସୁନ୍ଦର ସୁନ୍ଦର ବର ଛାଁକୁ ଛାଁ ଦୌଡ଼ି ଆସିଥାନ୍ତେ, ଏ ପାତିମୁହାଁ ଟୋକା କେଉଁଠି ଥିଲା ମୋରି ନାତୁଣୀ ଭାଗ୍ୟରେ ପଡ଼ିଲା। କୋଉ ମଫସଲିଆ ସିଏ। ବୁଝିଲ ନିର୍ମଳା, ମୁଁ ଏମାନଙ୍କ ଢଙ୍ଗ ଦେଖି କାବା ହେଲି। କି ଭୁଲ୍ କଲି ମୁଁ କିଛି ଜାଣିପାରିଲି ନାହିଁ। ଖାଲି ସେମାନଙ୍କ ମୁହଁକୁ ନାକ ଟେକାକୁ ଚାହିଁ ଆଖିରୁ ଲୁହ ପୋଛିଲି। ଭୁଲ୍ ତ କରି ଦେଇଛି ଆଉ ଯାଏ କୁଆଡ଼େ। ଛୋଟା ହେଉ ବା କଣାହେଉ ସ୍ୱାମୀ ତ ପରମ ଦେବତା। ଚୁପ୍ଚାପ୍ ରହିଲି। ଭାବିଲି ଯାହା ମୋ ଭାଗ୍ୟରେ ଥିବ। ଆମ ଗାଁ ଭଣ୍ଡାରୁଣୀ ଚମ୍ପି ହରିଆ ମା'କୁ କହିଲା, ଏ ଚାନ୍ଦମୁହିଁ ଝିଅଟାକୁ ଅର୍ଜ୍ଜୁନବାବୁ ଏ ତଳମୁହାଁ କାଙ୍କ ଟୋକାଟା ସହିତ ଛନ୍ଦିଦେଲା। ଅନ୍ଧାର ଘରେ ଯିଏ ଝଟକୁ ଥିଲା ତା' ଭାଗ୍ୟରେ ପୁଣି ଏଇ ଟୋକା! ମୁଣ୍ଡ ମୋର ଖରାପ ହୋଇଗଲା। ତକିଆ ଉପରେ ଯାଇ କଚାଡ଼ି ହୋଇ ପଡ଼ିଲି। ଆହାଃ କ'ଣ ତୁମେ ନ କଲ? ନିର୍ମଳା ଦୁଇ ହାତରେ କଲ୍ୟାଣୀକୁ ଦୂରକୁ ଠେଲିଦେଇ କହିଲା, ଥାଉ ଭାଉଜ ଥାଉ। ଆଉ କହିବା ଦରକାର ନାହିଁ, ଲୋକେ ହସିବେ। ତକିଆ ଖୋଜି ଖୋଜି ତା'ରି ଉପରେ କଚାଡ଼ି ହୋଇ ପଡ଼ିଲ। ମୁଣ୍ଡକୁ ଭାରି କାଟିଥିବ ନୁହେଁ? ଆମ ଗାଁର ଟେରା ମା ଯେମିତି ଭୂତ ଭୟରେ ଲଣ୍ଠନ ଜାଳି ନଈରେ ବୁଡ଼ି ମରିବାକୁ ଯାଉଥିଲା, ସେମିତି ମୁଣ୍ଡ ଫାଟିବା ଭୟରେ, ତକିଆ ଉପରେ କଚାଡ଼ି ହୋଇ ପଡ଼ିଲ, ନୁହେଁ? ଭଗବାନ! ଏମିତି ଜାଲକାରିଆଣି ମାଇପେ ସବୁ ଥା'ନ୍ତି ଯାହା କରୁଛ ପଛେ ଭାଉଜ କର ଆମ ପାଉଣାଗଣ୍ଡାକ ଯେମିତି ନ ଭୁଲ। ବର୍ଷକୁ ଯେପରି ଶାଢ଼ୀ ତିନିଖଣ୍ଡ ପଠାଇବାକୁ ନ ଭୁଲ। ହଉ ଛାଡ଼ ସେକଥା। ବର୍ତ୍ତମାନ, ଆମବାବୁ ତ ବହୁତ ଆଗେଇ ଗଲେ। ତୁମବାବୁ କାହିଁକି ପଛେଇଲେ। କଥାଟା କଲ୍ୟାଣୀ କିଛି ବୁଝିପାରିଲା ନାହିଁ। ସନ୍ଦେହକୁ ଦୂର କରିବା ପାଇଁ ପାଖକୁ ଲାଗି ଆସି ପଚାରିଲା, କ'ଣ କିଲୋ କିଛି ବୁଝି ହେଉନି। ବୁଝିପାରିଲ ନାହିଁ?